ଏହି ଶିକ୍ଷା ମଣିଷ ଭିତରୁ ଯାବତୀୟ ମନୁଷ୍ୟସୁଲଭ ସାହସ ଓ ମନୁଷ୍ୟସୁଲଭ ଆତ୍ମବିଶ୍ୱାସକୁ ଅପହରଣ କରି ନେବାରେ ହିଁ ଲାଗିଥିବ। ଏକ ଭୃତ୍ୟତନ୍ତ୍ରକୁ ଅଧିକ ଉଦ୍ଧତ କରିବାରେ ଭିନ୍ନ ଭିନ୍ନ ସରଂଜାମ ଆଣି ଯୋଗାଇ ଦେଉଥିବ ସିନା, ମଣିଷ ଭିତରେ ଅସଲ ମଣିଷଟାକୁ ମାରିଦେବାରେ ଲାଗିଥିବ। ତଳ ତିଆରି ହେଲେ ହିଁ ଦୁର୍ଗତି ଯିବ। ତଳକୁ ଦୟା କଲେ ତଳ ତିଆରି ହେବ ନାହିଁ। ତଳଟାକୁ ଯାବଜ୍ଜୀବନ ମାଗଣା ଖାଦ୍ୟ ଯୋଗାଇଲେ ତଳ ତିଆରି ହେବ ନାହିଁ। ତଳଯାଏ ଓହ୍ଲାଇ ଯାଇପାରିଲେ ଯାଇ ତଳ ଉପରକୁ ଆସିବାକୁ ହିମ୍ମତ ପାଇବ। ତଳକୁ ମଧ୍ୟ ମଣିଷର ସ୍ୱୀକୃତି ଦେବାକୁ ହେବ। ଏବଂ, ତଳ ସହିତ ସମସ୍କନ୍ଧ ହୋଇ ଛିଡ଼ା ହେବାର ସେହି ଅସଲ ମାନବିକ ଶିକ୍ଷାଟିରେ ନିଜକୁ ଦୀକ୍ଷିତ କରାଇବାକୁ ପଡ଼ିବ। ତଳର ଉଦ୍ଧାର କରିବ ବୋଲି ନାନା ଦର୍ପପୂର୍ଣ୍ଣ ଘୋଷଣାମାନ କରି ଉପରଟା ତଳଟାକୁ ଉସ୍କାଇ ବିପ୍ଳବମାନ କରିଛି ଏବଂ ତା'ପରେ ନିଜେ ସେମାନଙ୍କ ଉପରେ ଯାଇ ସବାର ହୋଇପଡ଼ିଛି। ଆମ ନିଜ ଦେଶରେ ମଧ୍ୟ ଏହାର କେତେ କେତେ ଦୃଷ୍ଟାନ୍ତ ରହିଛି। ଅନାଚାରଗୁଡ଼ାକ ସେଥିରୁ ଅଧିକ ବଳ ବି ପାଇଛନ୍ତି। ଅନ୍ଧାର ଅଧିକ ଜବର ହୋଇ ରହିଛି। ଅଫିମ ଖୁଆଇ ମଣିଷମାନଙ୍କୁ ଗଧ କରି ରଖିବାର କେତେ ଉପଚାର କରାଯାଇଛି। ଏହାଦ୍ଵାରା ଦୁର୍ଗତି କଦାପି ଯିବନାହିଁ। ବାଟଟିଏ ବାହାରୁ ବୋଲି ଯେଉଁମାନେ ସତକୁ ସତ ଅନୁଭବ କରୁଛନ୍ତି, ସେମାନେ ପୂର୍ଣ୍ଣ ସଚେତନ ଭାବରେ ତାହା ଚିନ୍ତା କରନ୍ତୁ। ରାଜନୀତିକ ଚେତନା ଭଲ ପାଇବା କହିଲେ ଯାବତୀୟ କ୍ଷେତ୍ରରେ ଏକ ଓହ୍ଲାଇ ଆସିବାକୁ ହିଁ ବୁଝାଏ। ଯିଏ ଯାହାକୁ ଭଲପାଏ, ସିଏ ତାହାରି ସ୍ତରକୁ ଓହ୍ଲାଇ ଆସେ। ଅତ୍ୟନ୍ତ ସ୍ଵାଭାବିକ ଅର୍ଥାତ୍ ସ୍ୱେଚ୍ଛାକୃତ ଭାବେ ଓହ୍ଲାଇ ଆସେ। ଏଥିରେ ବାଧ୍ୟ ହୋଇ ଏପରି ବା ସେପରି କରିବାର କୌଣସି ଅବକାଶ ନଥାଏ। ଓହ୍ଲାଇ ଆସି ପାରିଲେ ହିଁ ନିଜର କରିହୁଏ, ନିଜକୁ ଆଉ କାହାର ଅତ୍ୟନ୍ତ ନିଜର ବୋଲି ଅନୁଭବ ହୁଏ। ମଣିଷକୁ ଭଲ ପାଇଲେ ସର୍ବଜନଙ୍କର ସ୍ତରକୁ ଓହ୍ଲାଇ ଆସିବାକୁ ହୋଇଥାଏ। କିନ୍ତୁ ସଂସାରରେ ଏମିତି କେତେକ ମଣିଷ ମଧ୍ୟ ଥାଆନ୍ତି ଓ ଅଛନ୍ତି, ଯୋଉମାନେ କି ଗିଳି ପକାଇବାକୁ ହି ଭଲପାଇବା ବୋଲି ଭାବନ୍ତି। ଯାହାକୁ ସେମାନେ ଭଲ ପାଆନ୍ତି, ତାକୁ ଗିଳି ପକାଇ ଭାରି ସୁଖ ପାଆନ୍ତି। ଏହି କାଟର ଥୋକେ ମଣିଷ ଆମର ଚତୁର୍ଦ୍ଦିଗରେ ରହିଥାନ୍ତି ବୋଲି ଆମେ ସେମାନଙ୍କୁ ସିନା ଚିହ୍ନିବା, ମାତ୍ର ଭଲ ପାଇବାଟାକୁ କାହିଁକି ଦୋଷ ଦେବା? କିଏ ନିତାନ୍ତ ଅପାରଗ ହୋଇ ନିଜ କ୍ଷମତାର ଅପବ୍ୟବହାର କଲା ବୋଲି ଆମେ କ୍ଷମତାକୁ କ'ଣ ପାଇଁ ଛି ବୋଲି କହିବା? ପାଠ ପଢ଼ି ଜଣେ ପାଷଣ୍ଡ ହେଲା ବୋଲି ଦେଖିଲେ ଆମେ ପାଠଟାକୁ ନିନ୍ଦିବା କ'ଣ ପାଇଁ? ଭାରତବର୍ଷରେ ସ୍ୱାଧୀନତା ପାଇଁ ସଂଗ୍ରାମ ଚାଲିଥିବା ସମୟରେ କେବଳ ଭିତରୁ ଏକ ସ୍ୱତନ୍ତ୍ର ଆହ୍ୱାନ ଶୁଣି ପାରୁଥିବା ବ୍ୟକ୍ତିମାନେ ହିଁ ରାଜନୀତି ଭିତରକୁ ଆସୁଥିଲେ। ଖୁସି ହୋଇ ଆସୁଥଲେ, ଏକ ସଂକଳ୍ପର ବାହକ ହୋଇ ଆସୁଥିଲେ। ରାଜନୀତିର ବାଟଟିକୁ ନିଜ ଲାଗି ସେମାନେ ନିଜେ ବାଛୁଥିଲେ। ଲାଭକ୍ଷତିର ଏକ ତୁଳନାତ୍ମକ ହିସାବ କରି ସେମାନେ ଅଧିକ ଲାଭର ଆଶାରେ ମୋଟେ ରାଜନୀତିକୁ ନିଜ ଜୀବନର ଧର୍ମ ରୂପେ ବାଛୁନଥିଲେ। ଅଧିକାଂଶତଃ ଭଲ ପଢୁଥିବା ଛାତ୍ରମାନେ ଯେ ସ୍ୱାଧୀନତାର ସଂଗ୍ରାମଟିରେ ସାମିଲ ହେବାକୁ ମନକରି ପାଠ ଛାଡ଼ି ଏଇଟି ମଧ୍ୟକୁ ଆସୁଥଲେ,